ଏହି ଓଡ଼ିଶା କଥାକୁ ତୁଟାଇବା ପାଇଁ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀ ଯେତେବେଳେ ପରାମର୍ଶ ଦେଲେ ଯେ ଗଲାକଥାକୁ ଭୁଲିଯାଇ ଆଉ ମନ୍ତ୍ରୀଙ୍କ ପରିବାର କେହି ସରକାରଙ୍କ ସହିତ ବ୍ୟବସାୟ ବାଣିଜ୍ୟ କରିବେ ନାହିଁ ବୋଲି ଧାର୍ଯ୍ୟ ହେଉ। ଏହାର ତୀବ୍ର ପ୍ରତିବାଦ କରାହୋଇଥିଲା ସମ୍ବାଦପତ୍ରରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା। ସେଇଠି ସେ କଥା ବନ୍ଦ ହେଲା। ସାଧାରଣ ଗୃହସ୍ଥ ଜୀବନରେ ଯେଉଁ ସଂକୋଚ ଓ ସୀମା ପ୍ରତି ସମ୍ମାନ ପ୍ରଦର୍ଶନ ହୁଏ ସେତିକି ତ ଅନ୍ତତଃ ପ୍ରତିନିଧିମାନଙ୍କଠାରେ ରହିବା ଉଚିତ। ଏ ସୀମା ସର୍ବସ୍ୱ ତ୍ୟାଗର ନୁହେଁ ବା ଗାନ୍ଧିଜୀଙ୍କ ଅପରିଗ୍ରହ ନୁହେଁ। ଏ ସୀମାଟି ହେଉଛି ସାଧାରଣ ଅର୍ଥକୁ ଆତ୍ମସାତ ନ କରିବା। ସାଧାରଣ ଅର୍ଥରେ ସାଧାରଣ ଯେତିକି ଉପକୃତ ହେବେ ମନ୍ତ୍ରୀ ମଧ୍ୟ ସେତିକି; ତା'ଠାରୁ ବେଶି ନୁହେଁ। ଏତିକି ସମସ୍ତେ ବୁଝିବାର କଥା। ମାତ୍ର ସଂକୋଚ ଓ ସୀମାକୁ ମାନିଲେ ସିନା ସେ ସବୁର ସମ୍ମାନ ଅଛି। ନଚେତ୍ ସେ ସବୁ ତୁଚ୍ଛ। ଏଣୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ହେବା ଉଚିତ। ବ୍ୟକ୍ତିଗତ ବିଚାର ଉପରକୁ ଛାଡ଼ିଦେଲେ ''ମାନିଲେ ଠାକୁର ନ ମାନିଲେ କୁକୁର'' ଅବସ୍ଥା ଉପୁଜିବ। ରବିବାର ବ୍ୟକ୍ତିଗତ ସ୍ୱାଧୀନତା ଓ ଆଇନର ଶାସନ ଆଜି ଜାନୁଆରୀ ତା ରିଖ ଭାରତ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଦିନଟି ସାଲ ଲାହୋର କଂଗ୍ରେସ ଅଧିବେଶନଠାରୁ ସ୍ୱାଧୀନତା ଦିବସରୂପେ ପାଳିତ ହୋଇ ଆସୁଛି। ଆଜି ପ୍ରତ୍ୟେକେ ସ୍ୱାଧୀନତାକୁ ଉପଲବ୍ଧି କରିବା ଉଚିତ। ସ୍ୱାଧୀନତାର ବୀଜମନ୍ତ୍ର ହେଉଛି ବ୍ୟକ୍ତିଗତ ସ୍ୱାଧୀନତା। ସମାଜର ହିତ କଳ୍ପେ ସେ ସ୍ୱାଧୀନତାକୁ କେବଳ ଆଇନଦ୍ୱାରା। କ୍ଷୁଣ୍ଣ କରାଯାଇପାରେ, ଅନ୍ୟ କାହାରି ଦ୍ୱାରା ନୁହେଁ। ଯେଉଁ ସମାଜରେ ସାମରିକ ଶାସନ ବା ଦଳର ଏକଛତ୍ର ଶାସନ ପ୍ରତିଷ୍ଠିତ ହୋଇଛି ସେଠି ମଧ୍ୟ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ତୁମୁଳ ଆନ୍ଦୋଳନ ଚାଲିଛି। ପାକିସ୍ତାନରେ ଏହି ବ୍ୟକ୍ତିଗତ ସ୍ୱାଧୀନତା ଦାବିକରି ଲୋକେ କାରାବରଣ କରୁଛନ୍ତି ଓ ଗୁଳିରେ ପ୍ରାଣ ଦେଉଛନ୍ତି। ଏହି ସ୍ୱାଧୀନତା ପାଇଁ କମ୍ୟୁନିଷ୍ଟ ରାଷ୍ଟ୍ର ଚେକୋସ୍ଲୋଭାକିଆରେ ଯୁବକ ଅଗ୍ନିରେ ଝାସ ଦେଇ ଦେଉଛି। ସେହି ଦାବି ରୁଷିଆରେ ମଧ୍ୟ ମୁଣ୍ଡ ଟେକିଛି। ଅନ୍ତରୀକ୍ଷ ଯାତ୍ରୀମାନଙ୍କ ଶୋଭାଯାତ୍ରା ଉପରକୁ ଗୁଳି ଫଏର କରିବା କିଛି ସାଧାରଣ ଘଟଣା ନୁହେଁ। ଅବଶ୍ୟ ପ୍ରଥମେ ଯେ ଏକାଧିପତ୍ୟକୁ ଆହ୍ୱାନ କରେ ସେ ପାଗଳ ବୋଲି ପରିଗଣିତ ହୁଏ; କିନ୍ତୁ ପରେ ସେହି ପାଗଳାମି ସମସ୍ତ ସମାଜକୁ ପରିଚାଳନା କରେ। ଏହି ଦେଶରେ ଏକ ସମୟରେ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ଆନ୍ଦୋଳନ ହୋଇଥିଲା। କିନ୍ତୁ ଇଂରେଜ ଶାସନ ଆଇନର ଶାସନ ହୋଇଥିବାରୁ ସେ ଆନ୍ଦୋଳନ ସେପରି ତୀବ୍ର ହୋଇ ନଥିଲା। ତଥାପି ସିଭିଲ ଲିବର୍ଟି ୟୁନିଅନ ସେତେବେଳେ ବହୁ ସ୍ଥାନରେ ସକ୍ରିୟ ଶକ୍ତିଶାଳୀ ଅନୁଷ୍ଠାନ ଭାବରେ ଗଢ଼ି ଉଠିଥିଲା। ଆଜି ସ୍ୱରାଜ୍ୟରେ ସେହି ଆଇନର ଶାସନ ପ୍ରତି ବିଶ୍ୱାସ ଦୃଢ଼ କରିବାକୁ ହେବ। ଆଇନର ଶାସନର ପରିଚାଳନା ପ୍ରତି ମଦ୍ୟ ସଜାଗ ରହିବାକୁ ହେବ। ଇଂରେଜୀରେ ଏକ କଥା ଅଛି- ସ୍ୱାଧୀନତା ରକ୍ଷାପାଇଁ ଆହୋରାତ୍ର ସଜାଗ ରହିବାକୁ ହେବ। ସେହି ହେଉଛି ସ୍ୱାଧୀନତାର ମୂଲ୍ୟ। ସେହିପରି ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା ପାଇଁ ମଧ୍ୟ ସଦାସର୍ବଦା ସଜାଗ ରହିବାକୁ ହେବ। ଶାସନ ଯେଉଁମାନଙ୍କ ଦ୍ୱାରା ପରିଚାଳିତ ଅର୍ଥାତ୍ ପୋଲିସ ଓ ମାଜିଷ୍ଟ୍ରେଟ ସେମାନେ ଯେପରି ଆଇନ ଅନୁସାରେ କାର୍ଯ୍ୟ କରନ୍ତି ଓ ମନ ଅନୁସାରେ କାହାରି ବ୍ୟକ୍ତିଗତ ସ୍ୱାଧୀନତାରେ ବାଧା ନ ପହୁଞ୍ଚାନ୍ତି ସେଥିପ୍ରତି